ସିଂହ ଦେଖିଲା, ତା' ଆଗରେ ଗୋଟିଏ ବେଶ୍ ମୋଟାସୋଟା ଆହାର। ସିଂହର ଫୁର୍ତ୍ତି ଆଉ ଦେଖେ କିଏ? ଭୀମ ସିଂହ ମଦନିଶାରେ ସେଠାରେ ପଡ଼ି ରହି ଢୁଳାଉଥିଲା। ସିଂହ ତା' ପିଠିରୁ କାମୁଡ଼ି ଧରି ନିଜ ଘରକୁ ଚାଲିଗଲା। ସିଂହ ଦାନ୍ତ ପିଠିରେ ଫୁଟିଯିବାକୁ ଭୀମସିଂହର ନିଶା ଛାଡ଼ିଗଲା। ତା'ର ସୁଖ ସ୍ୱପ୍ନ ଭାଙ୍ଗିଗଲା। ସେ ବୁଝିପାରିଲା, ସିଂହ ତାକୁ କାମୁଡ଼ି ଧରି ବଣ ଭିତରକୁ ଘୋଷାରି ନେଉଛି। ପାଖରେ ଖଣ୍ଡେ ହେଲେ ଛୁରା ନାହିଁ। ତା' ମନେ ପଡ଼ିଗଲା, ବିଗୁଲାଟା ଅଣ୍ଟାରେ ବନ୍ଧା ହୋଇଛି। ସେ ଆସ୍ତେ ହାତରେ ବିଗୁଲଟି ଧରି ମୁହଁରେ ଲଗାଇ ଫୁଙ୍କିଲା-ଭୁଁ ପୁଁ, ଭୁଁ ପୁଁ, ଭୁଁ ପୁଁ। ସିଂହ ଚମକିପଡ଼ି ପାଟିରୁ ଶିକାରକୁ ଛାଡ଼ିଦେଲା। ଏ ପୁଣି କଅଣରେ ବାବା! ଭୀମସିଂହ ଦେଖିଲା, ବିଗୁଲ ଫୁଙ୍କା ବେଶ୍ କାମ ଦେଉଚି। ତେଣୁ ସେ ଖୁବ୍ ଜୋରରେ ତାହା ଫୁଙ୍କିବାରେ ଲାଗିଗଲା। ସିଂହ ସେଥିରେ ଛାନିଆ। ସିଂହ ମୁହୂର୍ତ୍ତେ ତା' ଆଡ଼କୁ ଚାହିଁ ଠିଆ ହେଲା। ତା'ପରେ କଅଣ ଭାବି-ଦେ ଦଉଡ଼। ମୁହୂର୍ତ୍ତକ ମଧ୍ୟରେ କୁଆଡ଼େ ଅଦୃଶ୍ୟ ହୋଇଗଲା। ବିଗୁଲ ଶବ୍ଦ ଶୁଣି ତମ୍ବୁରୁ। କିମିତି ଗୋଟିଏ ଭୟାବହତା ଭରି ରହିଥିଲା ସହରର ଆବାହାଓ୍ୟାରେ। ଠିକ୍ ଏତିକି ବେଳେ ପ୍ରଧାନ ରାସ୍ତାର ବାଁ ପାଖ ମୋଡ଼ରୁ ଗୋଟିଏ କାର୍ର ହେଡ଼୍ ଲାଇଟ୍ ଦେଖାଗଲା। ତୀବ୍ର ବେଗରେ ଛୁଟିଥିଲା କାର୍ଟା। ଆରୋହୀ ମାତ୍ର ଜଣେ। ଆରୋହୀ ଓ ଚାଳକର ବ୍ୟସ୍ତତାରୁ ଜଣା ପଡ଼ୁଥିଲା, ଯେପରି ଭୟରେ ବଡ଼ ତ୍ରସ୍ତ ହୋଇ ପଡ଼ିଛନ୍ତି ସେ। ନିଜର ପ୍ରାଣ ମୂର୍ଚ୍ଛା ଉଦ୍ୟମ ଦ୍ୱାରା ସେ ଯେପରି ଶୀଘ୍ର ଅପସରି ଯିବାକୁ ଚାହାନ୍ତି। କାର୍ଟା ଅନ୍ତତଃ ଦୁଇଶହ ଗଜ ଅତିକ୍ରମ କରିଛି କି ନାହିଁ, ପଛରୁ ଆଉ ଗୋଟିଏ କାର୍ର ଲାଇଟ୍ ଦେଖାଗଲା। ଆଗର କାର୍ ଅପେକ୍ଷା ପଛ କାର୍ର ଗତି ଥିଲା ଢେର ବେଶୀ। ଚାହୁଁ ଚାହୁଁ ହୁ'କରି ସ୍ପିଡ଼୍ ବଢ଼ିଗଲା ଆଗ କାର୍ଟିର। କେଇଟି ମୁହୂର୍ତ୍ତ ମଧ୍ୟରେ ପଛ କାର୍ ଠାରୁ ଦୂରତ୍ୱ କ୍ରମେ ବଢ଼ିବାରେ ଲାଗିଲା। ପଛ କାର୍ଟା ଚାହୁଁ ଚାହୁଁ ଉଲ୍କା ପରି ଛୁଟି ଯାଇ ପୁଣି ତା'ର ପିଛା ଧରିନେଲା। ଏ କାର୍ଟାରେ କେତେ ଜଣ ଆରୋହୀ ଥିଲେ ତାହା ଯଦିଓ ସଠିକ୍ କହି ନହେବ, ତେବେ ଦୁଇଜଣରୁ ଅଧିକ ଥିଲେ ନିଶ୍ଚୟ। ଦୁଇଟି ଯାକ କାର୍ ଖୁବ୍ ପାଖାପାଖି ବ୍ୟବଧାନ ରଖି ଉଲ୍କା ପରି ଛୁଟି ଚାଲିଥାଏ। ଚକର ଘୂର୍ଣ୍ଣନରେ ବର୍ଷାର ସ୍ରୋତ ପିଚିକି ପଡ଼ୁଥାଏ ରାସ୍ତାର ଦୁଇ ଧାରକୁ। ରାସ୍ତା ନିର୍ଜନ; ଉପରେ ଅସରା ଅସରା ବର୍ଷା ଅଜାଡ଼ି ହୋଇ ପଡ଼ୁଛି। ଠିକ୍ ରାସ୍ତାର ଆରପଟ ମୋଡ଼ଟା। ସେଇଠୁ କେତେଟା ଗଳି ରାସ୍ତାର ଆରମ୍ଭ। ପୃଷ୍ଠର ଅସମାନତା ହେତୁ ରାସ୍ତା ଉପରେ ବହୁତ ପାଣି ଜମି ରହିଛି। ଆଗ କାର୍ଟା ସେଇଠି ପହଞ୍ଚିଲା ମାତ୍ରେ ତା'ର ଗତି ଟିକିଏ ମନ୍ଥର ହୋଇଗଲା। ପଛ କାର୍ଟା ଏହି ସୁଯୋଗ ଅପେକ୍ଷା କରୁଥିଲା ଯେମିତି। ଏଇ କେଇଟି ମୁହୂର୍ତ୍ତର ସୁବିଧା ପାଇ ସେ ଘୁଁ କରି ବୁଲିଗଲା ଆଗ କାର୍ର ସାମ୍ନାରେ। ଆଗରେ ଆସୁଥିବା କାର୍ର ଆଉ ଆଗେଇବାର ଉପାୟ ନାହିଁ। ଅଗତ୍ୟା ଆରୋହୀ ଜଣଙ୍କ ଖପ୍ କରି ଓହ୍ଲାଇ ପଡ଼ିଲେ ତଳକୁ। ଉପରେ ମୂଷଳ ଧାରାରେ ବର୍ଷା, ତଳେ ପାଣିସୁଅ ବଳାଗଣ୍ଠି ଯାଏ ଲାଗି ଯାଉଛି, ସେଥିକୁ ଖାତର ନାହିଁ ତାଙ୍କର। ଦେହରେ ସାହେବୀ ପୋଷାକ, ଦାମୀକୋଟ୍। ଅଚାନକ ବିପଦରୁ ରକ୍ଷା ପାଇବା ପାଇଁ ସେ ବ୍ୟାକୁଳ। ତଳକୁ ଓହ୍ଳାଇ ପଡ଼ିଲା ମାତ୍ରେ ବିଜୁଳି ପରି ପକେଟରୁ ରିଭଲଭର୍ ବାହାର କରି ସାମ୍ନାକୁ ବାଗେଇ ଧରିଲେ। ସଙ୍ଗେ ସଙ୍ଗେ ଦୁଇଥର ଗୁରୁଗର୍ଜନ କରି ଆଗ୍ନେୟାସ୍ତ୍ର ଖଣ୍ଡି ଦୁଇଥର ଅଗ୍ନି ଉଦ୍ଗିରଣ କରି ପକାଇଲା ମଧ୍ୟ। ଆଗର କାର୍ରୁ ବି ତା'ର ଉତ୍ତରରେ କେତେଥର ରିଭଲଭର୍ର ଗର୍ଜନ ଭାସି ଆସିଲା। ତା' ସଙ୍ଗେ ସଙ୍ଗେ ଗୋଟାଏ ବିକଟ ହସ। ତଳେ ଠିଆ ହୋଇଥିବା ସାହେବ ପୋଷାକଧାରୀ ଯୁବକ ଆଉ ଥରେ ଫାୟାର କରିବାକୁ ଉଦ୍ୟତ ହେଉଛନ୍ତି-ଠିକ୍ ସେଇ ମୁହୂର୍ତ୍ତରେ 'ଗୁଡ଼ୁମ୍' କରି ଶବ୍ଦ ହେବା ସଙ୍ଗେ ସଙ୍ଗେ ରାସ୍ତାକଡ଼ ଖୁଣ୍ଟରେ ଥିବା ଇଲେକ୍ଟ୍ରିକ୍ ବଲ୍ବ ଚୂର୍ଣ୍ଣ ହେଲା। ରାସ୍ତା ଅନ୍ଧକାର। ତା' ସଙ୍ଗେ ସଙ୍ଗେ ଭାସି ଆସିଲା ଗୋଟାଏ କରୁଣ ଚିତ୍କାର, ଆଉ କ'ଣ ଗୋଟାଏ ଝପାସ୍ କରି ପଡ଼ିବାର ଶବ୍ଦ। ଟିକକ ପରେ ମସିଆ ମସିଆ ଟର୍ଚ୍ଚ ଆଲୋକରେ କେତେଜଣ କଳା ପୋଷାକଧାରୀ ଲୋକ କ'ଣ ଖୋଜାଖୋଜି କରିବାରେ ଲାଗିଗଲେ ପୂର୍ବ କାର୍ରୁ ଓହ୍ଲାଇ।